ପୂର୍ବେ ବିଷ୍ଣୁ ଶର୍ମାଙ୍କ ପରି ବିଚକ୍ଷଣ ରାଜନୀତିଜ୍ଞ, ପଞ୍ଚତନ୍ତ୍ର ହିତୋପଦେଶ ଓ କଥା ସରିତ୍ ସାଗର ପ୍ରଭୃତିରେ ଯେଉଁ ସବୁ ଗଳ୍ପ ଲେଖି ଯାଇଛନ୍ତି, ସେଥିରୁ ଜଣକର ସାଧାରଣ ଜ୍ଞାନ ଯେପରି ବିକାଶ। ଲାଭକରିଛି, ସ୍କୁଲ କଲେଜ ପାଠପଢ଼ାରୁ ତା'ର ଶତାଂଶରୁ ଏକାଂଶ ସୁଦ୍ଧା ହେଉନାହିଁ; କିନ୍ତୁ ଏହି ସ୍କୁଲ କଲେଜ ପଢ଼ା ସବୁ କ୍ଷେତ୍ରରେ ଅଧିକାର ଜମେଇ ବସିଛନ୍ତି। ଏଣୁ ଏମାନଙ୍କ କାର୍ଯ୍ୟକଳାପକୁ ସାଧାରଣ ଲୋକେ ଦୂରରୁ ବିଚାର କରି ଏପରି ଏକ ଅବସ୍ଥାକୁ ଆସିଲେଣି; ଯେଉଁଥିରେ ସେମାନଙ୍କ ବିଶ୍ୱାସ ସମସ୍ତଙ୍କ ପ୍ରତି କ୍ରମେ ତୁଟିଯାଉଛି। ଜଣେ ପୂର୍ବକାଳର ଗଳ୍ପ ପଢ଼ା ସାଧାରଣ ଲୋକ ଦୃଷ୍ଟିରୁ ଆଜି ଯାହା ଘଟୁଛି ତାକୁ କଣ ବିଚାର କରୁଥିବ ଅନୁମାନ କରନ୍ତୁ। ସୈନ୍ଧବ ଶବ୍ଦର ଦୁଇ ଅର୍ଥ, ଗୋଟିଏ ହେଉଛି ଲୁଣ ଓ ଅନ୍ୟଟି ହେଉଛି ଘୋଡ଼ା। ଜଣେ ଯଦି ଖାଇବସିଲାବେଳେ ସୈନ୍ଧବ ମାଗେ, ତେବେ ତାଙ୍କୁ ଲୁଣ ପରିବର୍ତ୍ତେ ଯଦି ଏକ ଘୋଡ଼ା ଆଣି ଛିଡ଼ା କରାଇ ଦିଆଯାଏ ତେବେ ତାହା ଏକ ମୂର୍ଖପଣ୍ଡିତ ସମସ୍ୟା। ସେହିପରି ଯଦି କୌଣସି କଥାରେ ସରକାର ଘୋଷଣା କରନ୍ତି ଯେ ସେ କୌଣସି ବିଷୟକୁ ନିଜର ଅଫିସରମାନଙ୍କ ଦ୍ୱାରା ପରୀକ୍ଷା କରାଇବା ପରେ ପୁଣି ସେହି ବିଷୟକୁ ଜଣେ ବିଚାରପତିଙ୍କଦ୍ୱାରା ପରୀକ୍ଷା କରାଉଛନ୍ତି, ତେବେ ଏଥିରୁ ଏତିକି ତ ସାଧାରଣ ଜ୍ଞାନରେ ଜଣେ ବୁଝିବ ଯେ ବିଷୟଟିର ବିଚାର ବିଭାଗୀୟ ପରୀକ୍ଷା ହେବାକୁ ଯାଉଛି; କିନ୍ତୁ ଯଦି ଏହି ସମସ୍ୟା କଥାକୁ ଏଣୁ ତେଣୁ ତର୍କ ଯୁକ୍ତିକରି କୁହାଯାଏ ଯେ ବିଚାରପତି ଯାହା, ଅନ୍ୟ ଜଣେ ଅଫିସର ମଧ୍ୟ ତାହା, କେବଳ ଜଣେ ସାଧାରଣ ଲୋକ ପକ୍ଷରେ ମୂର୍ଖ ପଣ୍ଡିତ ସମସ୍ୟା ଉପୁଜିବା ନିଶ୍ଚିତ। ତେଣିକି ତାହାର ବିଶ୍ୱାସ ତୁଟିବ। ସେହିପରି ଜମି ଦଖଲ ଆନ୍ଦୋଳନ। ଦଳ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ସାଧାରଣ ଜ୍ଞାନ ଥିବା ଜଣେ ଲୋକର ମନରେ ପ୍ରଶ୍ନ ଉଠିବ, ଏତେ ଜମି ଅନାବାଦି ପଡ଼ିଛି, ତାକୁ ଦଖଲ କରି ଚାଷ କରିବା ପରିବର୍ତ୍ତେ ୟା ତା' ଜମି ଯେଉଁଠି ଯେ କୌଣସି ସର୍ତ୍ତରେ ଅନ୍ୟମାନେ ଚାଷ କରୁଛନ୍ତି, ତାକୁ ଦଖଲ କରିବାକୁ କାହିଁକି ବାହାରିଛନ୍ତି? ଏଥି ସହିତ ଆସନ୍ତା ନିର୍ବାଚନର କିଛି ସମ୍ପର୍କ ନିଶ୍ଚୟ ଥିବ। ଏ ସନ୍ଦେହ ହେଉଛି ଏକ ମୂର୍ଖ ପଣ୍ଡିତ ସମସ୍ୟା। ଜମି ଦଖଲ ପୁଣି ଠିକ୍ ବ୍ୟବସ୍ଥାସଭାର ଅଧିବେଶନ ବେଳେ ଓ ଜମି ଅନ୍ୟ କାହାରି ଦ୍ୱାରା ଚାଷ ହୋଇସାରିଲା ପରେ ସେହି ଜମିକୁ ଅନ୍ୟମାନେ ଯାଇ ଦଖଲ କରିବା କଥାଟି ସାଧାରଣ ଜ୍ଞାନର ବହିର୍ଭୂତ। ଇସ୍ପାତ କାରଖାନା ବଡ଼ ନାଁ ଭୂମିହୀନ ଲୋକେ ଜମି ପାଆନ୍ତୁ ଏକଥା ବଡ଼? ଇସ୍ପାତ କାରଖାନା ପାଇଁ ସର୍ବଦଳୀୟ ଆନ୍ଦୋଳନ ଓ ଜମି ଦଖଲ ପାଇଁ ଦଳମାନଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଏଥିରୁ ଜଣେ ସାଧାରଣ ଜ୍ଞାନର ଯାହା ବୁଝିବ ତାହା ସହଜରେ ଅନୁମାନ କରିହେବ। ବେକାର ସମସ୍ୟା ଦୂର କରିବା ପାଇଁ ଯେଉଁଠି ବେକାର ଲୋକଙ୍କ ହିସାବ କିତାବ ରହୁଛି, ସେଠି ପଶି ସେ କାଗଜ ପତ୍ରକୁ ନଷ୍ଟ କରିବା ସେହିପରି ଏକ ମୂର୍ଖ ପଣ୍ଡିତ ସମସ୍ୟା। ଅତିରିକ୍ତ ବର୍ଷାହୋଇ କଟକ ସହରର କେତେକ ଅଞ୍ଚଳ ବୁଡ଼ିଗଲା। ସେଥିପାଇଁ ଦାୟୀ ହେଲା ଭୁବନେଶ୍ୱରରେ ରାଜଧାନୀ ସ୍ଥାପନ ବୋଲି ଯଦି କୁହାଯାଏ, ତେବେ କଲିକତା ସହରର କେତେକ ଅଞ୍ଚଳ ବୁଡ଼ିଯିବାର କାରଣ କଲିକତାରୁ ରାଜଧାନୀ ଦିଲ୍ଲୀକୁ ଉଠିଯିବା ହେବ। ପୁଣି ହାଇଦରାବାଦ ସହର କାହିଁକି ବୁଡ଼ିଗଲା?